ଆଜିକୁ ଚାରି ଦିନ ହୋଇଗଲା। ତଥାପି ମୌସୁମୀ ଭାଉଜଙ୍କୁ କଥା କହେନି କି ସାଥିରେ ଖାଏନି। ଆଜି ସକାଳୁ ଉଠି ଦେଖିଲା, ବେଳ ହୋଇଗଲାଣି। ସାରା ରାତି ବର୍ଷା ଯୋଗୁ ଶୀତ ଶୀତ ଲାଗୁଛି। ଅଳ୍ପ ଅଳ୍ପ ପବନରେ ଭାସି ଆସୁଛି ଶିଉଳୀ ଫୁଲର ବାସନା। ବର୍ଷା ନାହିଁ। ଶେଷ ଅଶ୍ୱିନର ସୁନାଝରା ସକାଳ। ଭାଇନାଙ୍କ ଶୋଇଲା ଘର ବାରଣ୍ଡା ଦେଇ ଚାଲି ଯାଉ ଯାଉ ଶୁଣିଲା ଭାଉଜଙ୍କ ମଧୁବୋଳା କଣ୍ଠ। ଡାକୁଛନ୍ତି ଭାଇନାଙ୍କୁ ଚାଲ ଏଥର ମୁହଁ ହାତ ଧୁଅ। ଚା ତ ଥଣ୍ଡା ହୋଇଗଲା। ତୁମର ଏଇ ଗୁଣ ଯୋଗୁଁ ମୁଁ ବାପାଙ୍କୁ ଆଗ ଚା ଜଳଖିଆ ଖୁଆଇ ଦିଏ। ସେ ତୁମକୁ ଖୋଜନ୍ତି। ଶୋଇଛନ୍ତି କହିବାକୁ ମୋତେ ଯେ କି ଲାଜ ଲାଗେ କ'ଣ କହିବି। ଉଠ,ଏଥର ଚାଲ। ସୂର୍ଯ୍ୟକାନ୍ତ ଉଠିବାର କୌଣସି ଚେଷ୍ଟା ନ କରି କହିଲେ ଆଚ୍ଛା ଅଳକା, ତୁମେ ଏତେ ଶୁଖିଲା ଦିଶୁଛ କାହିଁକି? ଏଇ କେତେଦିନ ହେଲା ଦେଖୁଛି ତୁମେ ଏକ୍ ଦମ ଭାଙ୍ଗି ପଡ଼ିଛ। କ'ଣ ହୋଇଛି ତୁମର! କ'ଣ ଆଉ ହେବ। ମୌସୁମୀଟା ମୋତେ କଥା କହୁନି। ସେଥିପାଇଁ ମନ ଭଲ ନାହିଁ। ତା' ପରେ ସେ ସାଙ୍ଗରେ ନ ଖାଇବାରୁ ମୋ ପେଟ ପୁରୁନି। ଲମ୍ବା ବାରଣ୍ଡାଟା ପାରି ହେଉ ହେଉ ଏତକ ଶୁଣି ମୌସୁମୀ ମନ ଭିତରେ ଛି ଛି କରି ଉଠିଲା। ତା' ପରେ ଓଦା ଓଦା ଘାସର ଗାଲିଚା ମାଡ଼ି ଏଆଡ଼େ ସେଆଡ଼େ ବୁଲିବାକୁ ଲାଗିଲା। ଚାଲୁ ଚାଲୁ ଚାଲିଗଲା ଭୀମ ଘର ଆଡ଼େ। ଦେଖିଲା ଭୀମ ସ୍ତ୍ରୀ ରାଧା ଶାଗ ତୋଳୁଛି। ମୌସୁମୀ ପଚାରିଲା କ'ଣ କରୁଛୁ ରାଧା? କ'ଣ ଆଉ କରିବି ନାନୀ, ଶାଗ ଦିଟା ତୋଳୁଛି, ପଖାଳ ଦିଟା ଖାଇବି ବୋଲି ଗାଧୋଇ ସାରି। ବାବୁ ଘରେ ମାଂସ ଅଣ୍ଡା ହୁଏ ବୋଲି ରାଉତ ଘର ଝିଅ ଆଉ ସ୍ୱାଇଁ ଘର ବୋହୂ ରାଧା ଏ ଘର ତରକାରୀ ପତର ଖାଏନି। ମୌସୁମୀ ହାତ ଧରି ଘର ଭିତରକୁ ନେଇଗଲା ରାଧା ଶାଗ ତୋଳା ଛାଡ଼ି। ପିଣ୍ଡାରେ ପିଢ଼ା ପକାଇ ବସିବାକୁ ଅନୁରୋଧ କଲା। ମୌସୁମୀ ବସିଲା। ରାଧା ଶାଗ ବାଛି ବାଛି କାଟୁଥାଏ, ଆଉ ପଦେ ପଦେ ଏଆଡ଼ୁ ସେଆଡ଼ୁ ପଚାରୁଥାଏ। ମୌସୁମୀ ବି ଶାଗ ବଛାରେ ଲାଗିଗଲା। ରାଜକନ୍ୟାକୁ ଶାଗ ବାଛିବା ଦେଖି ରାଧା ମିଠାବୋଳା ହସ ଟିକିଏ ହସିଦେଲା। କହିଲା ତୁମେ ଏତେ ଭଲ ନାନୀ କିନ୍ତୁ ଏତେ ଅବୁଝା କାହିଁକି? ମୌସୁମୀ ବିସ୍ମିତ ହୋଇ ପଚାରିଲା ଅବୁଝା, ଅବୁଝା କ'ଣ? ଅବୁଝା ନୁହେଁ? ଦୁନିଆର ନିୟମ ନୀତିକୁ ତୁମେ ଯେତେ ଜାଣିଛ ମୁଁ ବା କ'ଣ ଜାଣିଛି। ସବୁ ଝିଅ ପର ଘରକୁ ଯାଆନ୍ତି। ମୋ ଜନମ ଥାନ ଗୋପ ଗାଁ ଛାଡ଼ି ତ ମୁଁ ଆସିଲି। ତୁମ ଭାଉଜ ତ ଏଇ ଗାଁ ଛାଡ଼ି କୋଉ ଗାଁରେ ଯାଇ ରହିଲେ। ଏମିତି ସବୁ ଝିଅ ଦିନେ କୁଆଡ଼ୁ କୁଆଡ଼େ ଚାଲିଯାଆନ୍ତି। କାଲି ତୁମ ଭାଉଜ ଖାଇ ବସିଥିଲେ ମୁଁ ଯାଇ ପହଞ୍ଚିଲି। ଲୁହ ସିଙ୍ଗାଣି ଏକାଠି କରି ଭାତ ଖଣ୍ଡାକ ଖାଉଥାନ୍ତି। ଟୁଲୁବାବୁଙ୍କ ବଣି ଚଢ଼େଇ ଯେତେ ଖାଉଛି ସେ ତା'ଠାରୁ ବି କମ୍ ଭାତ ଆଣିଥାନ୍ତି। କହିଲି ଆଉ ଦିଟା ଦିଏ। କାନ୍ଦିଲେ, ନାହିଁ କଲେ। କହିଲେ ଝିଅଟା ମୋ ସାଙ୍ଗରେ ନ ଖାଇଲେ ଯେତେ ଖାଇଲେ ବି ତ ମୋ ପେଟ ପୁରୁନି। ଆଉ କ'ଣ ହେବ। ସେତିକି ଥାଉ। ଆଜି ସିନା ଏଇଠି ଅଛି, କାଲି ତାକୁ ଏଠି ଛାଡ଼ି ଚାଲିଗଲେ ତ ମୋ ଖାଇବା ଏତିକି। ଦେଖିଲ ନାନୀ ତୁମକୁ କେତେ ସେ ଭଲ ପାଆନ୍ତି, ଆଉ ତୁମେ ତାଙ୍କୁ ଦୁଃଖ ଦେଉଛ? ମୌସୁମୀ ଉଠିଲା, କହିଲା ମୁଁ ଯାଉଛି ରାଧା, ତୁମେ ଥାଅ। ମୌସୁମୀ ଚାଲିଆସିଲା ଗୋଟିଏ ବିକଳ ମନ ନେଇ। ଭାବିଲା ସତେ ମୋ ଭାଉଜଙ୍କୁ ମୁଁ କେତେ ଦୁଃଖ ଦେଲି। ବାରଟା ବାଜିଲା। ସମସ୍ତେ ଖାଇ ବସିଲେ। ଭୀମ ଡାକିବାରୁ ମୌସୁମୀ କହିଲା ମୁଁ ଏଇନେ ଖାଇବିନି। ମତେ ଭୋକ ନାହିଁ, ପଛେ ଖାଇବି। ଭୀମ ଏ ବାୟାଣୀ ନାନୀଟିକୁ ଜାଣେ। ସେଥିପାଇଁ ଚୁପ୍ ହୋଇ ଚାଲିଗଲା। ସମସ୍ତେ ଖାଇ ସାରିଲେ, ଅଳକା ଖାଇ ବସିଲେ। ଖାଇ ବସିଲେ ଏତେ ତାଙ୍କର ପାନପାତ୍ର ପରି ଚନ୍ଦ୍ରମୁଖକୁ ଦୁଃଖର ରାହୁ ଗ୍ରାସ କରେ। ଭାତ ଗୋଳି ଗୁଣ୍ଡାଟିଏ ପାଟିକୁ ନେଉଛନ୍ତି, ମୌସୁମୀ ଆସି ଅଣ୍ଟାରେ ହାତ ଦେଇ ଭାଉଜ ଭାତ ଥାଳିକି ଟିକିଏ ଚାହିଁ ଡାକ ଛାଡ଼ିଲା ଏ ଭୀମ!